ହଠାତ୍ ତା'ର ଦୃଷ୍ଟି ପଡ଼ିଲା, ପରିଚିତ ଗୋଟିଏ ମୂର୍ତ୍ତି ଉପରେ। ରଞ୍ଜନ ଅପେକ୍ଷାକୃତ ଜନ ବିରଳ ଗୋଟିଏ ସ୍ଥାନରେ ପଦ ଚାରଣା କରୁଥିଲା। ମଝିରେ ମଝିରେ ଖୁବ୍ ସତର୍କ ଦୃଷ୍ଟିରେ ଚାହିଁ ଦେଖୁଥିଲା ଚାରିଆଡ଼କୁ। ଗତି ଆଉ ଭାବଭଙ୍ଗି ଭିତରେ ତା'ର ସ୍ପଷ୍ଟ ଫୁଟି ଉଠୁଥିଲା ବ୍ୟଗ୍ର ପ୍ରତୀକ୍ଷା-। ମୁହଁରେ ଲାଗି ରହିଥିବା ସିଗାରେଟଟାରୁ ମୁହୁର୍ମୁହୁଃ ଧୂଆଁ ବାହାରି ବାୟୁମଣ୍ତଳ ଧୂମାୟିତ କରି ତୋଳୁଥିଲା। କିନ୍ତୁ କାହାପାଇଁ ଏ ଆକୁଳ ପ୍ରତୀକ୍ଷା? ବିଜୟା ଚିନ୍ତା କଲା। ସୁହାସିନୀ-? ନା ସୁହାସିନୀକୁ ନେଇ ବେଳା ଭ୍ରମଣ ଇଚ୍ଛାଥିଲେ ଦୁହେଁତ ଅକ୍ଳେଶରେ ସାଙ୍ଗ ହୋଇ ଆସି ପାରିଥାନ୍ତେ। ତେବେ କ'ଣ ତା'ରି ପ୍ରତୀକ୍ଷାରେ? ନା ତା' ମଧ୍ୟ ହେବାର କଥା ନୁହଁ। ସେଦିନ ତ ତା'ମନରୁ ବିଜୟା ସମସ୍ତ ଦୁଃଶ୍ଚିନ୍ତା ଦୂରକରି ଦେଇଚି। ଜାଣୁ ଜାଣୁ ସେ କାହିଁକି ବିଜୟାର ସାନିଧ୍ୟ ଉପରକୁ ନିଜକୁ ଟାଣି ଆଣି ଜଞ୍ଜାଳ ସୃଷ୍ଟି କରିବ। ବିଜୟା କିଛି ଠିକ୍ କରି ପାରୁ ନ ଥିଲା। ହଠାତ୍ କ'ଣ ଭାବି ସୁରିଆକୁ ଡାକିଲା ସେ। ଝରକା ପାଖକୁ ତା'କୁ ଡାକି ନେଇ ରଞ୍ଜନକୁ ଚିହ୍ନାଇ ଦେଇ କହିଲା— "ତୁ ଯା, ଖୁବ୍ ସାବଧାନ ହେଇ ସେ ବାବୁଟି ଉପରେ ନଜର ରଖିବୁ। ଏବଂ କିଏ ତା' ସହିତ ଦେଖା କରିବାକୁ ଆସିବ ଓ ସେମାନେ କ'ଣ କଥାବାର୍ତ୍ତା ହେବ, ଦୂରରେ ଥାଇ ସବୁ ଶୁଣି ଆସିବୁ। କିନ୍ତୁ ସାବଧାନ, ତୁ ଯେଉଁ ବୋକା, ତୁ ଯେ ସେମାନଙ୍କୁ ଲକ୍ଷ୍ୟ କରୁଚୁ, କିମ୍ଵା ତାଙ୍କର କଥା ଶୁଣିବାକୁ ଯାଇଚୁ, ଏକଥା ଯେମିତି କେହି ବୁଝି ନ ପାରନ୍ତି। କ'ଣ ପାରିବୁ? '' "ପାରିବି ମା, ଇଏ ଆଉ ଗୋଟାଏ ବଡ଼ କଥା କ'ଣ? '' ଉତ୍ତର ଦେଲା ସୁରିଆ। "ତୋ ମନେ ମନେ ଖୁବ୍ ସାନ କଥା ନା? ଜାଣୁ,—ସେ ବାବୁଟି ଯଦି ଜାଣେ, ତୋତେ ଏକାଥରକେ ଗୁଳି କରିଦେବ। ହଉ ଯା, ଆଉ ସମୟ ନଷ୍ଟ କର ନା, ମୁଁ ଏଇଠି ଥାଇ ଦେଖୁଚି। '' ସୁରିଆ ଚାଲିଗଲା। ବିଜୟା ଝରକାର ସ୍କ୍ରିନଟା ଟାଣିଦେଇ ଝରକା ପାଖକୁ ଚେୟାରଟା ଟାଣି ନେଇ ବସି ରହିଲା ସେଇଆଡ଼କୁ ଚାହିଁ। ସୁରିଆ ବାହାରି ଯିବାର ଅଳ୍ପସମୟ ପରେ ବିଜୟା ଦେଖିଲା ଦି'ଟା କଦର୍ଯ୍ୟ ଚେହେରାର ବେଶ ସୁସ୍ଥ ସବଳ ଲୋକ ଆଗେଇ ଯାଉଚନ୍ତି ରଞ୍ଜନ ଆଡ଼କୁ। ରଞ୍ଜନର ଭାବଭଙ୍ଗିରେ ଫୁଟି ଉଠୁଥିଲା ସନ୍ତୋଷର ଚିହ୍ନ। ଅଧପୋଡ଼ା ସିଗାରେଟଟାକୁ ଫିଙ୍ଗି ଦେଇ ସେ ମଧ୍ୟ ପାଦେ ପାଦେ ଅଗ୍ରସର ହେଉଥିଲା ଏମାନଙ୍କ ଆଡ଼କୁ। ସେମାନଙ୍କଠାରୁ ଅଳ୍ପ ଦୂରରେ ଗୁଆ, ନଡ଼ିଆ, ଫୁଲ ଆଦି ବିକ୍ରି କରୁଥିବା ଗୋଟିଏ ବୁଢ଼ୀ ପାଖରେ ଛିଡ଼ା ହୋଇ ଗୋଟିଏ ନିରୀହ ବୋକା ମଫସଲି ଯୁବକ ସମୁଦ୍ରସ୍ନାନ ପାଇଁ ଗୁଆ, ନଡ଼ିଆ, ଫୁଲ କିଣୁଥିଲା ଓ ତା'ର ଗାଁ ଲୋକଙ୍କ—ଅପେକ୍ଷାରେ ବୋଧହୁଏ ଥରକୁ ଥର ଚାହୁଁ ଥିଲା ଏଇ ଆଡ଼କୁ। ମଝିରେ ମଝିରେ କ'ଣ ବଡ଼ ବଡ଼ ହୋଇ କହୁଥିଲା ମଧ୍ୟ। ବୋଧହୁଏ ସେଇ ଗାଁ ଲୋକଙ୍କ ଉଦ୍ଦେଶ୍ୟରେ। ବିଜୟା ସୁରିଆର ଅଭିନୟ ଦେଖି ହସୁଥିଲା ଏବଂ ତାରିଫ କରୁଥିଲା ଏଇ ବୋକା ଚାକରଟିର ବୁଦ୍ଧିକୁ। ପ୍ରାୟ ପାଞ୍ଚମିନିଟି ଧରି ସେ ଦି'ଜଣ ଗୁଣ୍ତା ପ୍ରକୃତିର ଲୋକ ସହିତ ରଞ୍ଜନର କ'ଣ କଥାବାର୍ତ୍ତା ହେଲା ପରେ ସେ ଦି'ଜଣ ରଞ୍ଜନକୁ ଅଭିବାଦନ ଜଣାଇ ଚାଲିଗଲେ। ରଞ୍ଜନ ସନ୍ତୁଷ୍ଟ ମନରେ ସିଗାରେଟରେ ନିଆଁ ଧରାଇ, ଛଡ଼ି ଘୂରାଇ